ଗୋଟିଏ ଅନ୍ତର୍ଗ୍ରହ ଭ୍ରମଣ ଦେଇ ମହାଶାନ୍ତିର ପ୍ରତୀକ; ଅନ୍ୟଟି ନିର୍ମମ ଧ୍ୱଂସଲୀଳାର ଅଗ୍ରଦୂତ। ଆଜି ଏ ଶୁଭଦିବସରେ ଏଭଳି ଅଶୁଭସୂଚକ ମାରଣାସ୍ତ୍ର ପରୀକ୍ଷାରୁ ଆମେରିକା ବିରତ ହେବା ଉଚିତ ଥିଲା। '' ମାନଚିତ୍ର ତଥା ନିଜ ହାତଘଡ଼ିକୁ ଅନାଇ ଲେନା କହିଲା, ''ଆମକୁ ଅଳ୍ପ ସମୟ ପରେ ଆମେରିକା ଉପରେ ଗତି କରିବାକୁ ପଡ଼ିବ ଆଲେସ୍କି! ଆଉ କିଛି ସମୟ ପରେ। ତୁମେ ଆମେରିକାର ପଶ୍ଚିମ ଉପକୂଳ ଦେଖିପାରିବ। '' ଆଲେସ୍କି ଦୂରବୀକ୍ଷଣରେ ନିରୀକ୍ଷଣ କରୁ କରୁ ହଠାତ୍ ଦୂର ଦିଗbଳୟରେ ସମୁଦ୍ର ଉପକୂଳ ଦେଖି ଚିତ୍କାର କରି ଉଠିଲେ, ''ଦେଖ, ଦେଖ, ଲେନା! ଏଇ ସମୁଦ୍ର ଉପକୂଳ ଦିଶିଲାଣି। ଆଲେସ୍କି 'ଲେନା, ଲେନା' ବୋଲି ଯେତେଥର ସମ୍ବୋଧନ କରୁଥାନ୍ତି, ମେରିନାର ଦେହ କେଜାଣି କାହିଁକି ସେତେଥର ଶିହରି ଉଠୁଥାଏ। ଆଲେସ୍କିଙ୍କ ଡାକରେ ଲେନା ଈଷତ୍ ହସି କହିଲା, ''ମୁଁ ତ ବର୍ତ୍ତମାନ ତୁମକୁ ସେଇ କଥା କହୁଥିଲି? ଏଇ ଦେଖୁନାହିଁ'' କାନ୍ଥରେ ଥିବା ମାନଚିତ୍ରକୁ ଦେଖାଇ, ''ଆମେ ପରା ଏଇ କଳାଗାର ପଡ଼ିଥିବା ପଥଉପରେ ବର୍ତ୍ତମାନ ଯାଉଥାଉଁ। ଆମେ ଏହିକ୍ଷଣି ଆମେରିକାରେ ଏହି ଊପକୂଳରେ ପହଞ୍ଚି ଭିତରକୁ ଯିବା ଏହି ଗାର ଉପରେ ଦେଇ। ଆମେ ଯଦିଚ ଠିକ୍ କେପ୍କାନାଭେରାଲ ଉପରେ ଉଡ଼ିଯିବା ନାହିଁ, ତଥାପି କିଛି ସମୟ ଭିତରେ ଏହା ଆମର ଦୃଷ୍ଟିଗୋଚର ହେବ। '' ''କିନ୍ତୁ ଆଉ ଥରେ ହିସାବ କରି ଦେଖିଲ ଲେନା, ଆମେ କେପ୍କାନାଭେରାଲ ପାଖଦେଇ ଗଲାବେଳକୁ ସେମାନଙ୍କର ଉପଗ୍ରହ କ'ଣ ପୃଥିବୀ ଛାଡ଼ି ନ ଥିବ? '' ଲେନା ଘଡ଼ି ଓ ମାନଚିତ୍ରକୁ ପୁଣି ଥରେ ଅନାଇ ହିସାବ କରି କହିଲା, ''ନାଇଁ, ଆମେ ତାହାର ପାଖ ଦେଇ ଯିବାର ଅଧଘଣ୍ଟାଏ ପରେ ସେମାନଙ୍କର କୃତ୍ରିମ ଉପଗ୍ରହ ପୃଥିବୀପୃଷ୍ଠରୁ ଛଡ଼ାଯିବ। ଆମେ ଆମେରିକା ଛାଡ଼ି ଆଟଲାଟିଙ୍ଗ ମହାସାଗର ମଧ୍ୟରେ ପହଞ୍ଚିଲା ବେଳକୁ ତାହା ଆକାଶକୁ ଉଠିବ। '' ''ତାହାହେଲେ, ଆମେ ତ ଏହାକୁ ପୃଥିବୀପୃଷ୍ଠରୁ ଉଠିଲାବେଳେ ଠିକ୍ ସିଧାସଳଖ ଦେଖିପାରିବାନି? ମେରିନା ପଚାରିଲା। ''ନା, ସେମାନଙ୍କ ଉପଗ୍ରହ ପୃଥିବୀପୃଷ୍ଠ ଛାଡ଼ି ଆକାଶକୁ ଉଠିଲେ କେବଳ ଆମେ ତାକୁ ଦେଖିପାରିବା। '' ଲେନା ଉତ୍ତର ଦେଲା। ''ଲକ୍ଷ୍ୟକର ଲେନା, ଆମେ ମାଉଣ୍ଟ ଉଇଲ୍ସନ୍ ପାଖଦେଇ ଉଡ଼ିଯାଉଛୁଁ। ହେଇ ଦେଖ, ସେଠି ମାଉଣ୍ଟ ଉଇଲସନର ବିରାଟ ପର୍ଯ୍ୟବେକ୍ଷଣାଗାର କିପରି ଏକ ତୁଷାର ବିନ୍ଦୁ ପରି ଦିଶୁଛି। '' ଆଲେସ୍କି ଲେନାକୁ ଯେତିକି ନିକଟକୁ ଡାକୁଥାନ୍ତି, ସେ ସେତିକି ଦୂରେଇ ଯାଉଥାଏ। ଲେନାର ଏପରି ବ୍ୟବହାର ମେରିନାକୁ ଆଶ୍ଚର୍ଯ୍ୟ ଲାଗୁଥାଏ। ଲେନାର ଏଭଳି ବ୍ୟବହାର ଦେଖି ସେ ମନେ ମନେ ଭାବିବାକୁ ଲାଗିଲା, ''ସତେ କଣ ଏ ଦୁହେଁ କେହି କାହାପ୍ରତି ଆଉ ଆକୃଷ୍ଟ ନୁହନ୍ତି? '' ଆଶ୍ୱସ୍ତିରେ ନିଃଶ୍ୱାସ ମାରି ମେରିନା ଲେନା ଆଡ଼କୁ ଅନାଇ ମନେ ମନେ କହିଲା, ''ଓଃ, ଏପରି ପାଇଁ ତ ଦିନେ ମୁଁ ଆତ୍ମହତ୍ୟା କରିବାକୁ ଯାଉଥିଲି। ଲେନା ସମ୍ବନ୍ଧରେ ମୁଁ ଯେତେଦୂର ଭାବିଯାଇଥିଲି, ସେ ବାସ୍ତବିକ୍ ତାହା ନୁହେଁ। ସେ ତ ମୋ କଳ୍ପନା-ଜଳ୍ପନାଠାରୁ ଢେର୍ ଉଚ୍ଚରେ। ମୁଁ କି ଭୁଲ କରିଥିଲି ପ୍ରକୃତରେ ଲେନାକୁ ଏପରି ଭାବି। '' ଏତିକିବେଳେ ଲେନା କହିଲା, ''ଆଉ ପାଞ୍ଚମିନିଟ୍ ମୋଟେ ରହିଲା ଆଲେସ୍କି! ଆମେ ଦୂର ଦିଗବୟରେ ସେମାନଙ୍କ ଉପଗ୍ରହକୁ ଉପରକୁ ଉଠିବା ଦେଖିପାରିବା। '' 'ପାଞ୍ଚ ମିନିଟ୍' ଏ କଥା ଶୁଣି ପର୍ଯ୍ୟବେକ୍ଷଣାଗାରରେ ରୁଣ୍ଡ ହୋଇଥିବା ବୈଜ୍ଞାନିକମାନଙ୍କ ଭିତରେ ଅଦ୍ଭୂତପୂର୍ବ ଚାଞ୍ଚଲ୍ୟ ଖେଳିଗଲା। ସମସ୍ତେ ଆହୁରି